ତା' ମାନେ ଆଜି ଆପଣ 'ଲା-ବେଲା'ରେ ଥିବା ପ୍ରୋଗ୍ରାମ ଦେଖିବାକୁ ଯାଉଛନ୍ତି। ପ୍ରୋଗ୍ରାମ ନୁହେଁ ଛାୟା, ତାହାରି ଭିତରେ ବେଶ୍, ଆଜି ଯଦି ଆପଣ ମୋ ଅନୁରୋଧ ରକ୍ଷା ନ କରନ୍ତି ତା'ହେଲେ ମୁଁ ଆପଣଙ୍କ ସହିତ 'ଲା-ବେଲା' ଯିବି। କିନ୍ତୁ ତମ ପାଇଁ ଯେ ଆଜି ଏଠାରେ ବହୁତ କାମ ରହିଛି। ଯୋଉ କାମ ରହିଛି ସେ କାମ ତନ୍ମୟବାବୁ ଠିକ୍ ଚଳାଇନେଇପାରିବେ। ଶତ୍ରୁଜିତ୍ କିଛି ସମୟ ଛାୟାକୁ ଅନାଇ ରହି କହିଲେ-ମୋତେ ଖରାପ ଭାବିବ ନାହିଁ, ଛାୟା! ମୁଁ ଏକାନ୍ତରେ ସରିତାକୁ ଷ୍ଟଡି କରିବାକୁ ଚାହେଁ। ମୋର ଆଶଙ୍କା ହୁଏ ତମର ଉପସ୍ଥିତିରେ ସରିତା ନିକଟରୁ କୌଣସି ପ୍ରଶ୍ନର ଉତ୍ତର ଆଶା କରିବା ସହଜ ହେବ ନାହିଁ। ତା'ଛଡ଼ା 'ଲା-ବେଲା'ର ପରିସ୍ଥିତି ବି ଷ୍ଟଡି କରିବାକୁ ପଡ଼ିବ। ଛାୟା କିଛି ନ କହିଲେ ବି ଶତ୍ରୁଜିତଙ୍କର ଏଇ ଉତ୍ତରରେ ସେ ଯେ ସନ୍ତୁଷ୍ଟ ନ ଥିଲା ତାହା ପରିଷ୍କାର ଭାବରେ ଜଣା ପଡ଼ୁଥିଲା। ଛାୟା ଭଳି ଜଣେ କର୍ମଦକ୍ଷ ସହକାରିଣୀ ପାଇବା ସହଜ ନ ଥିଲା। ସେଥିପାଇଁ ତାକୁ ମନେ ମନେ ଖୁବ୍ ଭଲ ପାଉଥିଲେ ଶତ୍ରୁଜିତ୍। ତେଣୁ ଚେୟାର ଛାଡ଼ି ଛାୟାର କାନ ପାଖରେ କ'ଣ ଅନୁଚ୍ଚ କଣ୍ଠରେ କହିଲେ ଶତ୍ରୁଜିତ୍। ଛାୟା ହସିହସି ଛିଡ଼ା ହେଇପଡ଼ି କହିଲା-ଆପଣ ଯଦି ଜେମ୍ସ ବଣ୍ତର ଟାଇପ୍ ଗ୍ରହଣ କରନ୍ତି, ମୋର ତ ଅବସ୍ଥା ଶେଷ ହେଇଯିବ। ସରିତା ଗୋଟିଏ ସମ୍ଭ୍ରାନ୍ତ ପରିବାରର ଝିଅ। ତା' ଛଡ଼ା ସୁନ୍ଦରୀ ତରୁଣୀ, ପୁଣି ଗାନ୍ଧର୍ବ ବିଦ୍ୟାରେ ପ୍ରବୀଣା। ଛାୟାର ଗଣ୍ତଦେଶରେ ଚପେଟାଘାତ କରି ଶତ୍ରୁଜିତ୍ କହିଲେ-ତମ ଚକ୍ଷୁର ଜ୍ୟୋତି ମୋ ଚାରିପାଖରେ ଅକ୍ଷୟ କବଚ ଭଳି ଘୁରି ବୁଲୁଥିଲା ଯାଏ, କୌଣସି ସୁନ୍ଦରୀ ତରୁଣୀର ଦୃଷ୍ଟି ସେଇ ଚକ୍ର ଭେଦ କରିପାରିବ ନାହିଁ। ଦେଖ ସାଢ଼େ ଛଅଟା ବାଜିବାକୁ ଆଉ ମାତ୍ର ଦେଢ଼ଘଣ୍ଟା। ତମେ 'ଲା-ବେଲା' ର ମେନେଜରଙ୍କୁ ଫୋନ୍ କରି ମୋ ପାଇଁ ଦୁଇଟା ସିଟ୍ ରିଜର୍ଭ କରିନିଅ। ସିଟ୍ଗୁଡ଼ିକ ଠିକ୍ ଗୋଟିଏ ପାର୍ଶ୍ୱରେ ହେଇଥିବ। ସହଜ ଭାବରେ ଅନ୍ୟ ଦର୍ଶକଙ୍କର ଦୃଷ୍ଟି ସେଥିପ୍ରତି ଯେମିତି ଆକୃଷ୍ଟ ହେବ ନାହିଁ। ଛାୟା ସମ୍ମତି ଜଣାଇ ରିସିଭର ଉଠାଇଲା। 'ଲା-ବେଲା' ସହିତ ସଂଯୋଗ କରି କହିଲା-ମୁଁ ମେନେଜରଙ୍କ ସହିତ କଥା ହେବାକୁ ଚାହେଁ। ମୁଁ ଛାୟା, ହଁ ସେଇ ନାମରେ ପରିଚିତ-। ଶତ୍ରୁଜିତ୍ଙ୍କର ସେକ୍ରେଟେରୀ। ନମସ୍କାର! ମିଷ୍ଟର ଶତ୍ରୁଜିତ୍ 'ଲା-ବେଲା'ରେ ଥିବା ଆପଣଙ୍କର ଆଜିର ନୃତ୍ୟ ସମାବେଶ ଦେଖିବାକୁ ଚାହାନ୍ତି। ଶୁଣନ୍ତୁ, ଦୁଇଟା ସିଟ୍। ସିଟ୍ଗୁଡ଼ିକ କିନ୍ତୁ ଗୋଟିଏ ପାର୍ଶ୍ୱରେ ହେବା ଦରକାର। ନା, ନା, ମିଷ୍ଟର ହୁସେନ, ସେମିତି କିଛି ଆଶଙ୍କା କରିବା ଆପଣଙ୍କର ଉଚିତ ନୁହେଁ। ଆରେ ବାବା, ତା' ମାନେ ସେ ସିନେମା, ଥିଏଟର ଅବା ଅନ୍ୟ କିଛି ମନୋରଞ୍ଜନରେ ଭାଗ ନେଇପାରିବେ ନାହିଁ। ବହୁତ ଧନ୍ୟବାଦ। ସେ ବୋଧହୁଏ ଘଣ୍ଟାଏ ଭିତରେ ପହଞ୍ଚୁଛନ୍ତି। ରିସିଭର୍ ରଖି ଛାୟା ନିଜ ଚେୟାର୍ ଉପରକୁ ଫେରିଆସିଲା। କିଛି ସମୟ ଟେବୁଲ ଉପରେ ଥିବା ପେନ୍ସିଲରେ ଗାର କାଟୁ କାଟୁ ଛାୟା କହିଲା-ସେଇ ଦ୍ୱିତୀୟ ବ୍ୟକ୍ତିଟି କିଏ? ଦ୍ୱିତୀୟ ବ୍ୟକ୍ତି? ହଁ, ଯିଏ ଆପଣଙ୍କ ସହିତ 'ଲା-ବେଲା'ରେ ସରିତାର ନୃତ୍ୟ ଦେଖିବାକୁ ଯିବ? ନାହିଁ ତ! ତା'ହେଲେ ଦୁଇଟା ସିଟ୍? ଶତ୍ରୁଜିତ୍ ହସିଲେ-ଶୁଣିଛି, 'ଲା-ବେଲା' ସିଟ୍ଗୁଡ଼ିକ ସ୍ୱତନ୍ତ୍ର। ପ୍ରତ୍ୟେକ ଦୁଇଟା ସିଟ୍ ଆଗରେ ଗୋଟିଏ ଟେବୁଲ। ନୃତ୍ୟ ଉପଭୋଗ କରିବା ସଙ୍ଗେ ସଙ୍ଗେ ଖାଦ୍ୟପାନୀୟର ବି ବ୍ୟବସ୍ଥା